ଯେଉଁ ଘରେ ଗୋଏନ୍ଦାପୁଙ୍ଗବକୁ ଜାଲରେ ପକାଇବାକୁ ହେବ, ସେ ଘର ଭଲରୂପେ ପରୀକ୍ଷା କରିନେଲା-। ବେଶ୍ ବଡ଼ କୋଠରୀଟିଏ; ମଝିରେ ଗୋଟିଏ ଟେବୁଲ, କୋଣରେ କୋଇଲାଜଳା ଚୁଲୀ। ସବୁ ପାଖରେ ଝରକା। କୌଣସି ଝରକାରେ କବାଟ ନାହିଁ; କେବଳ ପାତଳା କନାର ପର୍ଦ୍ଦା ଟଙ୍ଗାଯାଇଅଛି। ମ୍ୟାକ୍ମାର୍ଡ଼ୋ ଯତ୍ନର ସହିତ ସବୁ ପରୀକ୍ଷା କରିନେଲା। ଘରଟା ଯେ ଏଭଳି ଗୋପନୀୟ କାର୍ଯ୍ୟପାଇଁ ଉପଯୁକ୍ତ, ସେ ତାହା ଧରିନେଇଥିଲା। ସବୁ ଠିକ୍ରୂପେ ସଜାଡ଼ିନେଇ ମ୍ୟାକ୍ମାର୍ଡ଼ୋ ତାର ସେହି ହୋଟେଲର ଏକମାତ୍ର ବନ୍ଧୁ ସ୍କାନଲ୍ୟାନ ସହିତ ଆଲୋଚନାରେ ରତ ରହିଲା। କ୍ଷୁଦ୍ରକାୟ ସ୍କାନଲ୍ୟାନ, ଯମଦୂତ ଦଳର ସଭ୍ୟ ହୋଇଥିଲେ ମଧ୍ୟ ବଡ଼ ଦୁର୍ବଳମନା। ଦଳର ସଭ୍ୟମାନଙ୍କ ମତାମତର ବିରୋଧ କରିବା ଭଳି ସାହସ ତାହାର ନ ଥିଲା। କେବେ କିପରି ନିଜ ଇଚ୍ଛା ବିରୋଧରେ ସେ କାର୍ଯ୍ୟରେ ଯୋଗଦେଉଥିଲେ ମଧ୍ୟ ଖୁଣି ବା ରକ୍ତ ଦେଖିଲେ ସେ ଚମକିଉଠେ। ମ୍ୟାକ୍ମାର୍ଡ଼ୋଠାରୁ ସବୁ କଥା ଶୁଣି ସେ ସଂକ୍ଷେପରେ ଉତ୍ତର ଦେଲା, ''କମ୍ରେଡ଼, ଆଜି ରାତିଟା ମୁଁ ଆଉ କେଉଁଠାକୁ ଚାଲିଗଲେ ହେବ ନାହିଁ? ଏ ଖୁଣ୍ ଦେଖିଲେ ମୋ କଲିଜା ଥରିଉଠେ। '' ''ତାହାହିଁ କରିବା ତୁମ ପକ୍ଷରେ ଓ ଆମ କ୍ଳବ ପକ୍ଷରେ ମଙ୍ଗଳକର''–ମ୍ୟାକ୍ମାର୍ଡ଼ୋ ତାକୁ ଉତ୍ସାହିତ କଲା। କ୍ରମେ ସନ୍ଧ୍ୟା ହେଲା। ଚାରିଆଡ଼ୁ ଅନ୍ଧକାର ଘୋଟିଆସିଲା। ପୂର୍ବର ବ୍ୟବସ୍ଥା ଅନୁସାରେ ଲୋକମାନେ ଆସିଗଲେ। ବାହାରୁ ଦେଖିଲେ ଜଣାଯିବ, ବେଶ୍ ଗଣ୍ୟମାନ୍ୟ ଭଦ୍ରଲୋକ। ପରିଚ୍ଛନ୍ନ ଆଭିଜାତ୍ୟପୂର୍ଣ୍ଣ ପୋଷାକ; ଭଦ୍ର ଚାଲିଚଳନ ଓ ସୁନ୍ଦର କଥାବାର୍ତ୍ତା। ମାତ୍ର ଅଭିଜ୍ଞ ଦର୍ଶକ ସେମାନଙ୍କ କଠୋର ମୁଖମଣ୍ଡଳ ଓ କ୍ରୂର ଚାହାଣୀ ଦେଖିଲେ ବୁଝିଯିବ ଯେ ଗୋଏନ୍ଦା ପୋଲିସ ବର୍ଡ଼ି ଏଡ଼ଓ୍ୟାର୍ଡ଼ର ଆଜି ଏଠାରୁ ନିସ୍ତାରି ପାଇବା ଅସମ୍ଭବ। ସେମାନଙ୍କ ଭିତରେ ଏପରି କେହି ନ ଥିଲା, ଯାହା ହାତ କି ଅନ୍ତତଃ ଦଶବାର ଥର ଜୀବନ୍ତ ମନୁଷ୍ୟ ରକ୍ତରେ ରଞ୍ଜିତ ନ ହୋଇଛି। ମଣିଷ ମାରି ସେମାନଙ୍କ ମନର କୋମଳତା ଉପରେ ଗୋଟାଏ ଟାଣ ପରଦା। ପଡ଼ିଯାଇଅଛି। କଂସାଇ ଯେପରି ତିଳେ ମାତ୍ର ଦ୍ୱିଧା ନ କରି ଛେଳି, ମେଣ୍ଢା କାଟିପକାଏ, ଏମାନେ ସେହିପରି ବିନା ବିଚାରରେ ଗୋଟାକୁ ଗୋଟା ମଣିଷ ମାରିପାରନ୍ତି, ଟିକିଏ ହେଲେ ହାତ ଥରେ ନାହିଁ। ଚେହେରାରେ ଯେପରି, ପାପକାର୍ଯ୍ୟରେ ମଧ୍ୟ ସେହିପରି ଦୁର୍ଦ୍ଦର୍ଷସର୍ଦ୍ଦାର ମ୍ୟାକ୍ଜିଣ୍ଟି ଆସନ ସମସ୍ତଙ୍କ ଉପରେ। ସେକ୍ରେଟେରୀ ହ୍ୟାରିଭଏର ଚେହେରା ଶୀର୍ଣ୍ଣ। ଲୋକଟା ଟିକିଏ ଡେଙ୍ଗା, ଗଳା ଓ ତାଳୁରେ ଅସଂଖ୍ୟ ବଳିରେଖା। ଦଳର ଟଙ୍କାକଉଡ଼ି ହିସାବପତ୍ର ରଖିବାରେ ସେ ସିଦ୍ଧହସ୍ତ, ସେଥିପ୍ରତି ତାର ଅବିଚଳିତ ନିଷ୍ଠା। ଦଳ ବାହାରେ ନ୍ୟାୟ ଅନ୍ୟାୟ ବିଚାର କରିବା ଶକ୍ତି ତାର ଏକାବେଳକେ ଲୋପ ପାଇଯାଇଛି। କୋଷାଧ୍ୟକ୍ଷ କାର୍ଟାର ମଧ୍ୟବୟସ୍କ। ମୁଖ ସବୁ ସମୟରେ ରୋଷମୁକ୍ତ ଓ ଦୁର୍ବୋଧ୍ୟ। ସେ ସୁଦକ୍ଷ ସଙ୍ଗଠକ। ତାର କୁଟବୁଦ୍ଧି ବଳରେ ହିଁ ଏ ସବୁ ହତ୍ୟାକାଣ୍ଡରୁ ଅଧିକାଂଶ ଘଟିଅଛି ଓ ଯମଦୂତ ଦଳ ନିର୍ବିବାଦରେ ନିଜ କାର୍ଯ୍ୟ କରିଚାଲିଛି। କୁତ୍ସିତଦର୍ଶନ ଟାଇଗରକୁ ଦଳର ଲୋକେ ମଧ୍ୟ ତ ଭୟ କରି ଚଳନ୍ତି। ଗୋଟାଏ ଯମ ଏ ସାରା ଦୁନିଆର ମୃତ୍ୟୁକାର୍ଯ୍ୟ ନିର୍ବାହ କରୁଅଛି। ଏ ଯେ ଆଠ ଜଣ ସାକ୍ଷାତ ଯମ ଆଜି ଏକତ୍ରିତ ହୋଇଅଛନ୍ତି; ଏହାଙ୍କ ଆଗରେ ବର୍ଡ଼ି ଏଡ଼ଉଆର୍ଡ଼ ବା କି ଛାର? ମ୍ୟାକ୍ମାର୍ଡ଼ୋ ସମସ୍ତଙ୍କୁ ସାଦର ସମ୍ବର୍ଦ୍ଧନା ଜଣାଇ ଘର ଭିତରକୁ ପାଛୋଟି ନେଲା। ପୂର୍ବରୁ ନିର୍ଦ୍ଦିଷ୍ଟ ଘରେ ବସି ସେମାନେ ମନଖୁସିରେ ଗ୍ଳାସ ଉପରେ ଗ୍ଳାସ